ସେ ସବୁ ନିଜର ଦାୟିତ୍ୱରେ ଖୁବ୍ ସାବଧାନରେ ରଖିବାକୁ ହେବ କି ନା! ବାରଟା ବାଜିଲା। ଦୋକାନର କେଶ୍ ଗୁଡ଼ିକ ଭଲ କରି ବନ୍ଦ କରିବାକୁ ହୁକୁମ ଦେଇ କିଶୋରୀଲାଲ ଯିବାକୁ ପ୍ରସ୍ତତ ହେଲେ। ଠିକ୍ ଏତିକିବେଳେ ଗାଢ଼ କଳାରଙ୍ଗର କାର୍ ଖଣ୍ଡିଏ ଅଟକିଲା ଫାଟକ ସାମ୍ନାରେ। ଦାମୀ ଚକ୍ ଚକ୍ କାର୍ ଦେଖି ଦୋକାନର ସମସ୍ତଙ୍କ ଦୃଷ୍ଟି ସେଇ ଆଡ଼କୁ ଆକୃଷ୍ଟ ହୋଇ ପଡ଼ିଲା। ଆଉ ଜଣେ କିଏ ଗରାଖ ଆସିଗଲେ ଭାବି ଦୋକାନର ଗୁମାସ୍ତା କର୍ମଚାରୀମାନେ ବିରକ୍ତ ହୋଇ ପଡ଼ିଲେ। କିନ୍ତୁ ମନେ ମନେ ଖୁସିଟାଏ ହେଲେ କିଶୋରୀଲାଲ। ଯାହା ହେଉ ଅବଶ୍ୟ କିଛି ବାଜିଯିବ। ଏପରି ସମୟରେ ସମସ୍ତଙ୍କର ବିସ୍ମୟରେ ପୂର୍ଣ୍ଣଚ୍ଛେଦ ଟାଣି କାର୍ ଭିତରୁ ଓହ୍ଲାଇ ଆସିଲେ ଜଣେ ସାହେବ ପୋଷାକଧାରୀ ପ୍ରୌଢ଼। ବିନା ବାକ୍ୟ ବ୍ୟୟରେ ସେ ସିଧା କିଶୋରୀଲାଲଙ୍କ ପାଖକୁ ଯାଇ କହିଲେ-''ଦେବୀଗଡ଼ର ରାଜକୁମାର ଆସିଛନ୍ତି। ଲକ୍ଷେ ଦେଢ଼ ଲକ୍ଷ ଟଙ୍କାର ଗହଣା ପତ୍ର ନେବେ। ଆପଣଙ୍କର କିଛି ଅସୁବିଧା ଅଛି କି ବର୍ତ୍ତମାନ? '' କିଶୋରୀଲାଲ ଆନନ୍ଦର ଆତିଶଯ୍ୟାରେ ଅଭିଭୂତ ହୋଇ ପଡ଼ିଲେ କହିଲେ ଚଳେ। ସେ ବିନୀତ ହୋଇ କହିଲେ-''ନା ନା, ଆମର ଆଉ ଅସୁବିଧା କ'ଣ? ସେ ତ ଆମ ଭାଗ୍ୟର କଥା। '' ''ଆସନ୍ତୁ, ଆସନ୍ତୁ, ବିଜେ ହେଉନ୍ତୁ''-କହି କହି ପାଛୋଟି ଆଣିବା ପାଇଁ କାର୍ ପାଖକୁ ଥାକୁଲୁ ଥାକୁଲୁ ହୋଇ ଧାଇଁଗଲେ। ତାଙ୍କୁ ଅବଶ୍ୟ ବେଶୀ ଗୁଡ଼ାଏ ପରିଶ୍ରମ କରିବାକୁ ପଡ଼ିଲା ନାହିଁ। କାରଣ ଦେବୀଗଡ଼ର ରାଜକୁମାର ନିଜେ ଓହ୍ଲାଇ ଆସିଲେ। ତାଙ୍କ ସାଥିରେ ଆଉ ଜଣେ ସାହେବ ପୋଷାକଧାରୀ ଯୁବକ ହାତରେ ଚମଡ଼ା ବ୍ୟାଗ୍ ଖଣ୍ଡିଏ ଧରି ପଛେ ପଛେ ଆସୁଥାନ୍ତି। ପାଖାପାଖି ହୋଇଗଲାରୁ କିଶୋରୀଲାଲ ହାତଯୋଡ଼ି କହିଲେ-''ମୋର ବଡ଼ ଭାଗ୍ୟ ଆଜ୍ଞା! ଆପଣଙ୍କର ପାଦଧୂଳି ଯେ ଏ ଅଧମର ଦୋକାନରେ ପଡ଼ିପାରେ, ଏକଥା ମୋ କଳ୍ପନାରେ ସୁଦ୍ଧା ନ ଥିଲା। ଦେବୀଗଡ଼! କି ବିରାଟରାଜ୍ୟର କର୍ତ୍ତା ଆପଣ। '' ''ଆଉ ଆପଣ ବି ଗୋଟିଏ ଛୋଟିଆ ମୋଟିଆ କୁବେର ଭଣ୍ଡାରର ମାଲିକ'' କିଶୋରୀଲାଲଙ୍କ କଥାରେ ବାଧାଦେଇ କହି ମୁରୁକି ହସିଲେ ରାଜକୁମାର। କିଶୋରୀଲାଲ ପକ୍କା ବ୍ୟବସାୟୀ। ଟେକା ଟେକି କରି କହିବାରେ ଧୂରନ୍ଧର। ତାଙ୍କୁ ଆଉ କଥାରେ ବଳେଇଯିବେ ଦେବୀଗଡ଼ର ରାଜକୁମାର? କଥା କହୁ କହୁ ଦୋକାନ ଉପରକୁ ଉଠିଲେ ତିନିହେଁ। ଗୋଟିଏ ମୂଲ୍ୟବାନ ସୋଫା ଉପରେ ଉପବେଶନ କଲେ ରାଜକୁମାର। ତାଙ୍କର ସାଥି ଦୁଇଜଣ ଦୋକାନ ସାରା ବୁଲି ଜିନିଷ ପସନ୍ଦ କରିବାରେ ଲାଗିଥାନ୍ତି। ଦେବୀଗଡ଼ର ରାଜକୁମାର। ବେଶ୍ ଦୀର୍ଘକାୟ ବଳିଷ୍ଠ ଚେହେରା। ମୁହଁର ଦାଢ଼ି ନିଶ ଗୌରବର୍ଣ୍ଣ ଦେହକୁ ବେଶ୍ ସାଜୁଥାଏ। ଦେହରେ ମୂଲ୍ୟବାନ ସାହେବୀ ପୋଷାକ। ମୁଣ୍ଡରେ ପର ଟୋପି।। ହାତର ଅଙ୍ଗୁଳିରେ ହୀରାର ଅଙ୍ଗୁରୀୟ ଦାଉ ଦାଉ ହେଉଥାଏ। ରାଜକୁମାର କିଶୋରୀଲାଲଙ୍କ ସହିତ କଥାବାର୍ତ୍ତା କରୁଥାନ୍ତି। ଏଣେ ବେଳେ ବେଳେ ଦୋକାନ ଭିତରପଟେ ଆଖି ପକାଉଥାନ୍ତି। ତାଙ୍କ ଆଖି ଦୁଇଟା ବେଳେ ବେଳେ କିଶୋରୀଲାଲଙ୍କ ବାଁ ପଟେ ଥିବା ଥଳି ଦୁଇଟି ଉପରେ ଲାଖି ରହୁଥାଏ। ସେ ଦୃଷ୍ଟି କିଶୋରୀଲାଲ ନିଶ୍ଚୟ ଲକ୍ଷ୍ୟ କରି ପାରୁଥାନ୍ତେ, ଯଦି ରାଜକୁମାରଙ୍କ ଆଖିରେ ନୀଳରଙ୍ଗର ଚଷମା ନ ଥାନ୍ତା। ପ୍ରାୟ ଘଣ୍ଟାକ ଭିତରେ ପସନ୍ଦ ଅନୁସାରେ ଜିନିଷ ବିଛା ହୋଇଗଲା। କିଶୋରୀଲାଲ ସବୁ ଗୁଡ଼ିକ ଓଜନ ବାଜନ କରି ହିସାବ ଟିପା ଖଣ୍ଡିକ ରାଜକୁମାରଙ୍କ ହାତକୁ ବଢ଼ାଇ ଦେଲେ। ଆଚ୍ଛା, ଆପଣଙ୍କ ପାଖରେ ପଦ୍ମରାଗ ଅଛି? '' କିଶୋରୀଲାଲ ମ୍ଳାନ ହସି କହିଲେ-''ନାଇଁ ଆଜ୍ଞା! ସେ ଜିନିଷ ଆମ ପାଖରେ ନାହିଁ-। ତା'ପରେ ଏତେ ଟଙ୍କା ଦେଇ କିଏ ବା କାହିଁକି ନେବାକୁ ଚାହିଁବ ଯେ, ଆମେ ଯୋଗାଇବା ପାଇଁ ରଖିବୁ। '' ରାଜକୁମାର ଆଉ କିଛି ନ କହି ଆପଣାର ଚମଡ଼ା ବ୍ୟାଗ୍ ଖୋଲି ତା' ଭିତର ସୁନାର ଡବାଟିଏ ବାହାର କଲେ। ଡବାଟି ଖୋଲି ସେଥିରୁ ମୁଦିଟିଏ ବାହାର କରି କହିଲେ-''ଏଥିରେ ପଦ୍ମରାଗ ଅଛି ଦେଖନ୍ତୁ। '' କହି ମୁଦିଟି କିଶୋରୀଲାଲଙ୍କ ହାତକୁ ବଢ଼ାଇ ଦେଲେ। କିଶୋରୀଲାଲ ଖୁବ୍ ବିନୟର ସହିତ ମୁଦିଟି ନେଇ ଦେଖିଲେ। ସୁନ୍ଦର ଗଢ଼ଣ ମୁଦିଟିର। ମୁଦି ମଝିରେ ଗୋଟିଏ ପଦ୍ମଫୁଲ। ଫୁଲର କେଶରରେ ପଦ୍ମରାଗ ମଣିଟିଏ ଖଞ୍ଜା ହୋଇଛି। ମଣି ତେଜରେ ମୁଦିଟି ମଧ୍ୟ ଦାଉ ଦାଉ ଦିଶୁଛି। ଫୁଲ କେଶରରେ ଗୋଟିଏ କଡ଼କୁ ଖୁବ୍ ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଛି-''ବାହାଦୂର ସିଂ। '' ମୁଦିଟି ଦେଖି କିଶୋରୀଲାଲଙ୍କର ବିସ୍ମୟର ସୀମା ରହିଲା ନାହିଁ।